ଚାର୍ଲ୍ସ ଜନ୍ ହଫାମ୍ ଡିକେନ୍ସ ଜଣେ ଇଂରାଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ। ସେ ବିଶ୍ୱର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ରର ସୃଷ୍ଟିକର୍ତ୍ତା ଥିଲେ ଓ ଅନେକଙ୍କ ମତରେ ସେ ଭିକ୍ଟୋରିଆନ୍ ଯୁଗର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ। ତାଙ୍କ ଉପନ୍ୟାସର ଚରିତ୍ର ଅଲିଭର ଟ୍ୱିଷ୍ଟ ଓ ଡେଭିଡ୍ କପରଫିଲ୍ଡ ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଆଦରଣୀୟ ଔପ ଔପନ୍ୟାସିକ ଚରିତ୍ର ଭାବରେ ଆଦୃତ ହୋଇଆସିଛି।ଅଲିଭର ଜଣେ ଅପାଠୁଆ ଦରିଦ୍ର ବାଳକର ଚରିତ୍ର। ତାହାର ଚରିତ୍ର ଚିତ୍ରଣରେ ଡିକେନ୍ସ ଅତ୍ୟନ୍ତ ନିଖୁଣତାର ସହ ଇଂଲଣ୍ଡର ସାଧାରଣ ଜନଜୀବନକୁ ଜୀବନ୍ତ ଭାବରେ ପ୍ରତିଫଳନ କରାଇଥିଲେ। ଡିକେନ୍ସ ନିଜ ଜୀବନକାଳ ମଧ୍ୟରେ ସେହି ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ୱାନ ଓ ସମାଲୋଚକମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ। ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତିସବୁ ବିଶ୍ୱ ସାହିତ୍ୟରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକାରେ ରହିଛି।ଡିକେନ୍ସଙ୍କ ଜନ୍ମ ଇଂଲଣ୍ଡର ପୋର୍ଟ୍ସମାଉଥ୍‌ଠାରେ ହୋଇଥିଲା। ତାଙ୍କର ଋଣଗ୍ରସ୍ତ ପିତା ଋଣ ଶୁଝି ନ ପାରିବାରୁ ଜେଲ୍ ଦଣ୍ଡ ମିଳିବାରୁ, ବାଲ୍ୟକାଳରୁ ସେ ସ୍କୁଲ ଛାଡ଼ି ଏକ କାରଖାନାରେ କାର୍ଯ୍ୟ କରିବାକୁ ହୋଇଥିଲା। ସାଧାରଣ ବିଦ୍ୟାଳୟ ଶିକ୍ଷା କମ୍ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକ ଜର୍ନାଲ୍ କୋଡ଼ିଏ ବର୍ଷ ଧରି ସମ୍ପାଦନା କରିଥିଲେ ଓ ପନ୍ଦରଟି କାଳ୍ପନିକ ଉପନ୍ୟାସ ସହ ପାଞ୍ଚଟି କ୍ଷୁଦ୍ର ଉପନ୍ୟାସ, ଶତାଧିକ କ୍ଷୁଦ୍ରଗଳ୍ପ, ଅନେକ ଅଣ-କାଳ୍ପନିକ ଲେଖାବଳୀ ରଚନା କରିବା ସହ ବ୍ୟାପକ ଭାବରେ ବକ୍ତୃତା ଦେଇଥିଲେ। ସେ ନିରନ୍ତର ଭାବରେ ଜଣେ ପତ୍ରଲେଖକ ଥିଲେ। ସାମାଜିକ କ୍ଷେତ୍ରରେ ଅବଦାନ ଭାବରେ ସେ ଶିଶୁମାନଙ୍କ ଶିକ୍ଷା ଓ ସାମାଜିକ ଅଧିକାରର ଜଣେ ବଳିଷ୍ଠ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ।ଡିକେନ୍ସ ମସିହାରେ ଦି ପିକ୍‌ୱିକ୍ ପେପର୍ସ ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର କିଛି ବର୍ଷ ମଧ୍ୟରେ ସେ ତାଙ୍କର ଲେଖାରେ ସାମାଜିକ ଚରିତ୍ରଗୁଡ଼ିକର ନିଖୁଣ ଚିତ୍ରଣ, ଲେଖାରେ ନାଟକୀୟତା ତଥା ସମାଜର ସାଂପ୍ରତିକ ଘଟଣାବଳୀର ଜୀବନ୍ତ ଭଙ୍ଗୀରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତରରେ ପରିଚିତ ହୋଇଗଲେ। ସେହି ସମୟରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକାରେ ଧାରାବାହିକ ହିସାବରେ ପ୍ରକାଶିତ ହେଉଥିଲା। ସମୟକ୍ରମେ ଭିକ୍ଟୋରିଆ ଯୁଗରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରାରେ ପରିଣତ ହୋଇଥିଲା।ତାଙ୍କର ଅନନ୍ୟ ଧାରାବାହିକ ପ୍ରକାଶନ ମାଧ୍ୟମ ଦ୍ୱାରା ସେ ପାଠକମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖାର କାହାଣୀକୁ ପରିବର୍ତ୍ତନ କରୁଥିଲେ। ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ "ଡେଭିଡ୍ କପରଫିଲ୍ଡ"ରେ "ମିସେସ୍ ମିକାୱର"ଙ୍କ ଚରିତ୍ର ଦୁର୍ବଳତାକୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତ୍ତୀ ଅଧ୍ୟାୟରେ ସକାରାତ୍ମକ ଚରିତ୍ରରେ ପରିବର୍ତ୍ତନ କରିଥିଲେ। ସେ ସେହି ସମୟରେ ଇଂଲଣ୍ଡ ରାସ୍ତାରେ ବୁଲୁଥିବା ବା କାରଖାନାରେ ଶ୍ରମିକ ଥିବା ଅଶିକ୍ଷିତ ବାଳକମାନଙ୍କୁ ବସାଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢ଼ି ଶୁଣାଉଥିଲେ ଓ ତାହାଦ୍ୱାରା ସେମାନେ ଏକ ନୂତନ ଶ୍ରେଣୀର ପାଠକ ହୋଇ ଅଣପାରମ୍ପରିକ ଶିକ୍ଷା ମଧ୍ୟ ପାଉଥିଲେ।ତାଙ୍କ ସମୟରେ ଡିକେନ୍ସ ଜଣେ ପ୍ରବୁଦ୍ଧ ସାହିତ୍ୟିକ ଭାବରେ ଜଣାଶୁଣା ହୋଇସାରିଥିଲେ ଓ ମସିହାରେ ତାଙ୍କର ଉପନ୍ୟାସ ବହୁ ପ୍ରଶଂସିତ ହେବା ସହ ଅନେକ ନୂତନ ଲେଖକଙ୍କ ପାଇଁ ମାର୍ଗଦର୍ଶକ ହୋଇଥିଲା। ତାଙ୍କର ଉପନ୍ୟାସ ଆଦୃତ ହେବା ସହ ଆଦର୍ଶ ମଧ୍ୟ ହୋଇଥିଲା। ତାଙ୍କର ଲେଖାସବୁକୁ ଭିକ୍ଟୋରିଆ ଯୁଗର ଉପନ୍ୟାସ ସାହିତ୍ୟର ଏକ ନିଦର୍ଶନ ଭାବରେ ନିଆଯାଇଆସୁଛି। ଲଣ୍ଡନ ଓ ପ୍ୟାରିସ୍ ଦୁଇଟି ମୁଖ୍ୟ ୟୁରୋପୀୟ ମହାନଗରୀ ଉପରେ ପର୍ଯ୍ୟବସିତ।